ବାସନାର ପରିସମାପ୍ତି ଭୋଗରେ ନୁହେଁ, ତ୍ୟାଗରେ। ଆଶକ୍ତିକୁ ଆଦରକରି ଭୋଗ ଲାଳସାର ଇନ୍ଧନରେ ସେ ପଥ ଦୁର୍ଗମ ହୁଏ ସିନା, ସୁଗମ ହୁଏନା। ହେଉ ପଛେ ତାହା ଏଥିରେ ବଳୀର କିଛି କ୍ଷତି ହେବ ନାହିଁ ମା! ଅବଶେଷରେ ଲକ୍ଷ୍ମୀ ଅଧିକ ବାକ୍ୟ ବିନିମୟ ନ କରି ବଳୀକୁ ଅନୁସରଣ କରିବାକୁ ଉଦ୍ୟତ ହେଲେ। ହଠାତ୍ ପଶ୍ଚାତ୍ ଦେଶରୁ ଭାସିଆସିଲା ବଜ୍ର ନିର୍ଘୋଷ କଣ୍ଠର ଆଦେଶ, ଛିଡ଼ା ହୁଅ ବଳୀ-! ଏ ଯେ ପୁରୁଷ ସିଂହ ନାରାୟଣ! ବଳୀ ଆଶ୍ଚର୍ଯ୍ୟ ହେଲା। ବିଫଳତାର ଆଶଙ୍କା ତାର ମୁଖ ମଣ୍ଡଳରେ ଟାଣିଦେଲା କେତୋଟି ବିଷାଦର ଗାର। ଏ ଯେ ସର୍ବନାଶ ଉପସ୍ଥିତ। ଲକ୍ଷ୍ମୀ ନାରାୟଣଙ୍କୁ ଦେଖି ନିଜର ଦୁର୍ଦ୍ଦଶା ବ୍ୟକ୍ତ କରିବାକୁ ଆଗେଇ ଆସିଲେ। ନାରାୟଣ ଶ୍ରାବଣର ଅରମା ଅନ୍ଧାର ପରି ଗମ୍ଭୀର ହୋଇ କହିଲେ, ମୁଁ ଆସିଛି ଲକ୍ଷ୍ମୀ। ବଳୀର ଏତେ ସାଧ୍ୟ ଅଛି ଯେ ମୋ ଇଚ୍ଛା ବିରୁଦ୍ଧରେ ସେ ତୁମକୁ ଏଠାରୁ ନେଇଯାଇ ପାରିବ? ନାରାୟଣଙ୍କର ଲକ୍ଷ୍ମୀପ୍ରତି ଉକ୍ତି ଶ୍ରବଣକରି ବଳୀ କହିଲା–ଭୁଲ, ଭୁଲ ନାରାୟଣ! ବଳୀକୁ ତୁମେ ଏପର୍ଯ୍ୟନ୍ତ ଜାଣିନାହଁ। ପ୍ରହ୍ଲାଦ ପୌତ୍ରର ସମ୍ୟକ ପରିଚୟ ଅଦ୍ୟାପି ତୁମେ। ପାଇ ନାହଁ। ବଳୀର ଉକ୍ତି ପ୍ରତି ଭୃକ୍ଷେପ ନକରି ନାରାୟଣ ପଚାରିଲେ, ତୁମର ଉଦ୍ଦେଶ୍ୟ କ'ଣ ବଳୀ-! ତୁମେ ସ୍ୱର୍ଗରୁ ଲକ୍ଷ୍ମୀଙ୍କୁ ଘେନିଯିବାକୁ ଚାହଁ କାହିଁକି? ଏ ପ୍ରଶ୍ନର ଉତ୍ତରରେ ତୁମ୍ଭର କି ପ୍ରୟୋଜନ? ବଳୀ ତୀର୍ଯ୍ୟକ ଦୃଷ୍ଟି ହାଣି କହିଲା। ଉତ୍ତର ସତ୍ୟହେଲେ ମୁଁ ନିର୍ବିବାଦରେ ଲକ୍ଷ୍ମୀଙ୍କୁ ବିଦାୟ ଦେବି। ନଚେତ୍ ତୁମ୍ଭଙ୍କୁ ମୋର ବିଶେଷ ପରିଚୟ ନେବାକୁ ହେବ। ବଳୀ ଦୃଢ଼ କଣ୍ଠରେ କହିଲା, ମୁଁ ମଧ୍ୟ ସେ ପରିଚୟ ଚାହେଁ। ବଳୀର ଦୃଢ଼ବାଣୀ ଶ୍ରବଣକରି ନାରାୟଣଙ୍କର ବଙ୍କିମ ନୀଳ ନୟନ ଯୁଗଳର ଶିରାଗୁଡ଼ିକ ରକ୍ତ ରାଗରେ ରଞ୍ଜିତ ହେଲା ଏବଂ ନାଗ ନିନ୍ଦିତ ଅଭୟ ଭୁଜ ଯୁଗଳରେ ବିଶ୍ୱତ୍ରାସକ ଚକ୍ର ଶୋଭାପାଇଲା। କିଛି ସମୟ ପୂର୍ବରୁ ଯୁଦ୍ଧପରାହତ ଅଣଚାଶ ବାୟୁ ଉଭୟ ନାଶିକା ରନ୍ଧ୍ରରୁ ନିର୍ଗତ ହୋଇ ବଳୀକୁ ଯୁଦ୍ଧର ଆହ୍ୱାନ ଦେଲା। କିନ୍ତୁ ବଳୀ ତିଳେମାତ୍ର ବିଚଳିତ ନହୋଇ ପୁନର୍ବାର ଶ୍ୟେଳବାକ୍ୟ ପ୍ରହାରକରି କହିଲା, ତୁମ୍ଭରି ଇଚ୍ଛାରେ ସମସ୍ତ ଇଚ୍ଛାର ପରିସମାପ୍ତି ହେଲେ ମଧ୍ୟ ତୁମ୍ଭର ଜାଣିବା ଉଚିତ ଇଚ୍ଛାମୟର ମଧ୍ୟ ଇଚ୍ଛାର କ୍ରିୟା ଅସମାପିକ। ନାରାୟଣଙ୍କର କ୍ରୋଧ ବୃଦ୍ଧି ପାଇବାକୁ ଲାଗିଲା ବଳୀର ବାକ୍ୟରେ। ସେ କ୍ରୋଧାନ୍ଧ ହୋଇ କହିଲେ, ତାହା ସତ୍ୟ। ମୁଁ ବର୍ତ୍ତମାନ ସେହି ଇଚ୍ଛା ପୂର୍ଣ୍ଣ କରିବାକୁ ଚକ୍ର ଧାରଣ କରୁଛି। ତୁମେ ତୁମ ଆତ୍ମରକ୍ଷା ପାଇଁ ଯତ୍ନବାନ ହୁଅ। ପୁନର୍ବାର ନିର୍ଭୟ ଚିତ୍ତରେ ଦାର୍ଶନିକ ବିରୋଚନର ପୁତ୍ର କହିଲା, ଆତ୍ମାହିଁ ଆତ୍ମାର ଚୀରରକ୍ଷକ। ନାରାୟଣଙ୍କ ହସ୍ତସ୍ଥିତ ଚକ୍ର ପ୍ରବଳବେଗରେ ଘୂର୍ଣ୍ଣାୟମାନ ହେବାକୁ ଲାଗିଲା। ପ୍ରବଳ ଘୂର୍ଣ୍ଣାୟମାନ ଚକ୍ରର ଅଦ୍ଭୁତ ଶବ୍ଦରେ ଦିଗ ବିଦିଗ ପ୍ରକମ୍ପିତ ହେଲା। ନାରାୟଣ ବଳୀ ଉପରେ ଚକ୍ର ନିକ୍ଷେପର ଠିକ୍ ପୂର୍ବ ମୁହୂର୍ତ୍ତରେ, ଉଭୟଙ୍କ ମଧ୍ୟରେ ହଠାତ୍ ଆସି ଦୁଇ ହସ୍ତକୁ ଦୁଇ ଦିଗକୁ ପ୍ରସାରି ଦଣ୍ଡାୟମାନ ହେଲେ ପ୍ରହ୍ଲାଦ। ସେ ଉଭୟଙ୍କୁ ସମ୍ୱୋଧନକରି କହିଲେ ତିଷ୍ଠ। ଅତି ବେଗରେ ଘୂର୍ଣ୍ଣାୟମାନ ଚକ୍ର ସହସା ସ୍ତିମିତ ହେଲା ଭକ୍ତ ପ୍ରହ୍ଲାଦକୁ ଦେଖି। ନାରାୟଣ ନିଜକୁ ପ୍ରକୃତିସ୍ଥ କରୁ କରୁ ବିସ୍ମୟଭରା କଣ୍ଠରେ ପଚାରିଲେ, କିଏ ପ୍ରହ୍ଲାଦ? ପ୍ରହ୍ଲାଦ ଯୋଡ଼ ହସ୍ତରେ କହିଲା, ହଁ ପ୍ରଭୁ ପ୍ରହ୍ଲାଦ। ମାତ୍ର ଏ ସେ ପ୍ରହ୍ଲାଦ ନୁହେଁ। ସେ ଥିଲା ବାଳକ–ଏ